ତେବେ ମଧ୍ୟ ଗ୍ରାହକମାନେ ଘୁଞ୍ଚୁନାହାନ୍ତି ଅଥବା ଗ୍ରହକୂଟଟା ମୋଟେ ଯାଇ ପାରୁନାହିଁ। ମନେହେଉଛି ଭଗବାନ ନିଶ୍ଚୟ ସେଇ ସଂସ୍କୃତ ପଟେ ରହିଛନ୍ତି। ତେଣୁ ତାହାକୁ ନିକାଲି ହେଉନାହିଁ। ଅର୍ଥାତ ଶହେରେ ପାଞ୍ଚଟା ଲୋକ ମଧ୍ୟ ସଂସ୍କୃତକୁ ଆୟତ୍ତ କରିନଥିଲେ ମଧ୍ୟ ପଞ୍ଚାନବେଙ୍କ ନାମରେ ତୁଣ୍ଡି ଗଳାଇ ସଂସ୍କୃତ ହିଁ ଜବର ହୋଇ ଦେଶ ଉପରେ, ବିବେକ ଉପରେ ଯାଇ ବସିଛି। ଏବଂ ସେହି ଅନୁସାରେ ଅଧିକରୁ ଅଧିକ ମନୁଷ୍ୟ ମଧ୍ୟ କ୍ରମେ ଏ ଦେଶରେ ତରକା ହେଉଛନ୍ତି। ସେମାନଙ୍କ ପିଲାମାନେ ଯେପରି ଲାଳ ବୋହିବା ବୟସରୁ ହିଁ ସଂସ୍କୃତର ଘାଟମାନଙ୍କୁ ଯାଇ ପାଣି ପିଇପାରିବେ, ସେମାନେ ସେଥିପାଇଁ ଉଦ୍ୟମ କରୁଛନ୍ତି। ଆପଣ ଥାନାକୁ ଯାଆନ୍ତୁ ଆପଣ କରୁଥିବା ଅଭିଯୋଗଟିକୁ ଥାନାବାବୁ ସଂସ୍କୃତରେ ଲେଖି ନେଉଛନ୍ତି। ତା ନହେଲେ ଉପରର ଭାଡ଼ିମାନଙ୍କରେ ଲିଖିତ ବିବରଣୀଟିକୁ କେହି ପଢ଼ିପାରିବେ ନାହିଁ ବୋଲି ହୁଏତ ସେଭଳି ହେଉଛି। ଆପଣ କଣ କହିଲେ ଓ କାଗଜରେ କଣସବୁ ଲେଖାହେଲା, ତାର ସନ୍ଦେହରେ ପଡ଼ି ଆପଣଙ୍କୁ ତଥାପି ଭଗବାନଙ୍କ ଉପରେ ବିଶ୍ୱାସ କରି ଘରକୁ ଫେରିବାକୁ ପଡୁଛି। କାନ୍ଦ ଯେମିତି ମାଡୁଛି, ତେଣେ ହସ ବି ସେତିକି ମାଡୁଥିବ। ଆପଣଙ୍କର ଓକିଲ, ଯାହାକୁ ଆପଣଙ୍କର ପକ୍ଷ ଲଢ଼ିବା ସକାଶେ ଆପଣ ବାର ଯୋଗାଡ଼ କରି ଟଙ୍କା ଆଣି ଦେଇଛନ୍ତି, ସିଏ ମଧ୍ୟ ସଂସ୍କୃତରେ କଣ ସବୁ କହୁଛି ଆପଣ ରାମ, ବିଷ୍ଣୁ କିଛି ବୁଝି ପାରୁନାହାନ୍ତି। ଓକିଲ ଯାହାକିଛି ଆପଣଙ୍କ ତରଫରୁ ଇଜଲାସରେ ଛିଡ଼ାହୋଇ କହୁଛି, ତାକୁ ଯେତେବେଳେ ଏକ ପ୍ରଫୁଲ୍ଲମୁଖ ମୁଦ୍ରାରେ କହିଯାଉଛି, ଆପଣ ସରଳ ମନରେ ଭାବୁଛନ୍ତି ଯେ, ସିଏ ନିଶ୍ଚୟ ଆପଣଙ୍କ ପକ୍ଷରୁ କହୁଛି ଏବଂ ଏଥର ଭାଗ୍ୟଟା ନିଶ୍ଚୟ ପ୍ରସନ୍ନ ହେବ। ଏବଂ ଫଳଟା ଓଲଟା ହେଲେ ଆପଣ ମୋଟେ ପ୍ରତ୍ୟୟ ଯାଉନାହାନ୍ତି, ଏହି ସଂସ୍କୃତ ଭାଷାର ଫିସାଦଟା ଆପଣଙ୍କୁ ସତେଅବା କୋଉଠୁ ଟେକିଆଣି କୋଉଠି କଚାଡ଼ି ଦେଇ ଛି। ଏହି ଦେଶରେ ଏଭଳି ଶହ ଶହ ବିପର୍ଯ୍ୟୟ ପ୍ରତ୍ୟହ ଘଟୁଛି। ସତ୍ୟର ଜୟ କେତେ କଣ ହେଉଛି କେଜାଣି? ସଂସ୍କୃତର ଧ୍ୱଜାଟା ଫର ଫର ଉଡ଼ିବାରେ ଲାଗିଛି। ଧର୍ମାବତାରମାନେ ବି ସଂସ୍କୃତ ବ୍ୟତୀତ ଆଉ ଅନ୍ୟ କୋଉଥିରେ କଥା କହିପାରୁ ନାହାନ୍ତି। ସେମାନେ ତ ସେଇ ଶହେରେ ପାଞ୍ଚଜଣଙ୍କ ଭିତରୁ ସଂସ୍କୃତର ନୋଳି ପିନ୍ଧି ଆସିଛନ୍ତି। ମୁଁ ବେଳେ ବେଳେ ଭାବେ ଯେ, ଯେଉଁମାନେ ନ୍ୟାୟ ଏବଂ ଅନ୍ୟାୟ ଭିତରେ ଏତେ ବିଚକ୍ଷଣ ଭାବରେ ମୀମାଂସା କରିବାକୁ ନିଯୁକ୍ତ ହୋଇଛନ୍ତି ସେମାନେ କଣ ଆମ ଦେଶର ସାଧାରଣ ମଣିଷଙ୍କ ଉପରେ ସଂସ୍କୃତ ତରଫରୁ ହେଉଥିବା ଅନ୍ୟାୟଟାକୁ ସତରେ ବୁଝି ପାରୁନାହାନ୍ତି? ଏମିତି ଯଦି କେବେ ହୁଅନ୍ତା ଯେ ସେମାନଙ୍କ ମଧ୍ୟରୁ ଜଣେ ବା ଦୁଇଜଣ ଆଗରୁ ଫଇସଲା କରିଥିବା ପରି ସଂସ୍କୃତରେ ନକହି ଭାଷାରେ କହନ୍ତେ, ତେବେ ପ୍ରକୃତରେ କଣ ସବୁ ଘଟନ୍ତା? ଭାଷାଟା ଏମାନଙ୍କୁ ଖୁବ୍ ଭଲ କରି ଆସୁଥିବ, ହୁଏତ ଭଲ ଛାତ୍ର ହିସାବରେ ପାଠଶାଳାରେ ଏମାନେ ବି ଏକଦା ଶହେରୁ ସତୁରୀ କିମ୍ବା ଅଶୀ ନମ୍ବର ରଖିଥବେ। ତେଣୁ ଓକିଲ ସଂସ୍କୃତରେ କହୁଥିଲେ ମଧ୍ୟ ସେମାନେ ସର୍ବଜନ ଭାଷାରେ ଉତ୍ତର ଦିଅନ୍ତେ ଯଦି, ତେବେ କଣ କେଉଁଠାରେ ପ୍ରଳମ୍ବ ଅଶୁଦ୍ଧି ହୋଇଯାଆନ୍ତା? ମୁଁ ତ ଭାବୁଛି ଦରବାରଟା ହଠାତ୍ ଅଭିନବ ଅନ୍ୟ ଏକ ଘଟଣା ଘଟିଥିବା ପରି ପୂରା ଶିହରି ଉଠନ୍ତା। ସେଠାରେ ଉପସ୍ଥିତ ବହୁ ମନୁଷ୍ୟ,ପ୍ରାଣୀ ଉଲ୍ଲସିତ ହୋଇ ଉଠନ୍ତେ। ଏପରି କଣ ବିଶେଷ ଘଟଣାଟିଏ ଘଟିପାରିଲା ବୋଲି ଖବରକାଗଜରେ ବାହାରନ୍ତା ଏବଂ ଆଗକୁ ଆହୁରି କେତେ କେତେ ବାଟ ମଧ୍ୟ ଖୋଲିଯାଆନ୍ତା। କେବଳ ସଂସ୍କୃତରେ କାରବାର ହେବାକୁ ହିଁ ଚଳଣି ବୋଲି ମାନି ଆସୁଥିବା ଅମଙ୍ଗମାନଙ୍କର ଦୌରାତ୍ମ୍ୟରୁ ଦେଶଟା